ତେବେ ଏଇ ସାଗରୀକା ଜୀବନ ସାଗରର ବେଳାଭୂମିରେ ଠିଆହୋଇ ଦିନେ ନିଜେ ସ୍ୱପ୍ନ ଦେଖିଥିଲା–ଆଉ ସୌନ୍ଦର୍ଯ୍ୟ ଓ ଯୌବନର ଅସରନ୍ତି ସମ୍ଭାର ନେଇ, ନୀହାର ମନରେ ବି ସ୍ୱପ୍ନ ସୃଷ୍ଟି କରିଥିଲା। ବାସ୍ତବଦୁନିଆର ବହୁଘଟଣା ପ୍ରପୀଡ଼ିତ, ଜଣେ ବ୍ୟକ୍ତିଙ୍କୁ; ସେ ମୁହୂର୍ତ୍ତ ପାଇଁ, ଧରାର-ଧୂଷରତା ମଧ୍ୟରୁ ସ୍ୱପ୍ନର ସବୁଜ ପରିବେଶକୁ ଟାଣିନେଇଥିଲା। ତାହାହିଁ ତା' ଜୀବନର ଚରମ ଗୌରବ; ଯୌବନ ଆଉ ସୌନ୍ଦର୍ଯ୍ୟର ଅନବଦ୍ୟ ସଫଳତା। ସେଇଥିଲାଗି ସେଇ ମୁହୂର୍ତ୍ତର ସ୍ମୃତି ଭିତରେ ହିଁ ସାଗରୀକା ବଞ୍ଚି ରହିଛି–ତାକୁ ଭୁଲିଯିବା ସମ୍ଭବପର ହେଲା ନାହିଁ, କି ହୋଇ ନାହିଁ-। ତଥାପି ନୀହାର ମନରେ ଦିନେ ଅଚାନକ ଯେଉଁ ସ୍ୱପ୍ନ ସୃଷ୍ଟି ହୋଇଥିଲା, ତା' ପୁଣି ଆପେ ଆପେ ଭାଙ୍ଗିଯାଇଛି। ତା'ର ଏକ ଅସ୍ପଷ୍ଟ ପ୍ରଭାବ, ଏଥିରେ ହୁଏତ ଥାଇପାରେ। 'ଉର୍ବଶୀର ଚିଠି' ପ୍ରକାଶ ପାଇଲା ପରେ ଉର୍ବଶୀ କିଏ ବୋଲି ପ୍ରଶ୍ନ ସବୁଠାରୁ ଶୁଣିଛି। ବହୁ ଅଜଣା ଅଶୁଣା ଅପରିଚିତ ବି ପତ୍ର ମାଧ୍ୟମରେ ଏଇ ପ୍ରଶ୍ନ ପଚାରିଛନ୍ତି। ମୋର ପ୍ରିୟ ପାଠକମାନଙ୍କର କୌତୂହଳ ହିଁ ମୋର ଗୌରବ। କିନ୍ତୁ ଉତ୍ତର କିଛି ଦେବା ମୋ ପକ୍ଷରେ ସମ୍ଭବପର ହୋଇପାରିନି। ସାଗରୀକାର ପରିଚୟ ଯଦି ସେମିତି ଆଜି କେହି ଖୋଜିବସନ୍ତି ତା'ହେଲେ ମୁଁ କ'ଣ ବା ଉତ୍ତର ଦେବି? ସାଗରୀକା ଜୀବନସାଗରରେ ବିନ୍ଦୁ ଭଳି କାହିଁ କୁଆଡ଼େ ମିଶିଗଲାଣି। କିନ୍ତୁ ଏଇଟା ସତ ଯେ ତାହାର ହସ କାନ୍ଦର ଜୀବନ ଭିତରେ ସ୍ୱପ୍ନ ଦିନେ ଆସିଥିଲା। ଆଉ ଅନ୍ୟର ମନରେ ସ୍ୱପ୍ନ ସୃଷ୍ଟି କରିବା ପାଇଁ ତା' ପାଖରେ ବି ଯଥେଷ୍ଟ ଶକ୍ତି ଥିଲା। ସେ ସାଗରୀକା ଆଜି ନାହିଁ–ତା'ର ସେ ସ୍ୱପ୍ନ ବି ନାହିଁ; ଅଛି ଖାଲି ସ୍ମୃତି। ଅତୀତର ସେଇ ଅନେକ ଅଶ୍ରୁ ଆଉ ଆନନ୍ଦର ସ୍ମୃତିରୁ ଏଇ ଉପନ୍ୟାସର ସୃଷ୍ଟି। ଆଉ ଏଇ ସୃଷ୍ଟି ମୂଳରେ, ତିନିବର୍ଷ ତଳର ଆପରଙ୍କର କେଇପଧ କଥା ଅଛି ବୋଲି ଯଦି ମୁଁ କହେ; ତା'ହେଲେ ମୋତେ ଯେ ଆପଣ କେଭେଁ ଭୁଲ୍-ବୁଝିବେ ନାହିଁ, ଏ ବିଷୟରେ ମୁଁ ନିଶ୍ଚିତ ରହିବି ତ-? ଆପଣଙ୍କର ବିଭୁଦତ୍ତ ମିଶ୍ର ସପନ ଭାଜିଗଲା। କର୍ ଲେଉଟାଇଲା ସାଗରୀକା। ଆହା କେଡ଼େ ସୁନ୍ଦର ସୁନାର-ସପନ ତା'ର ଚୂନା ହୋଇଗଲା। ଶାଢ଼ି ହୁଗୁଳା ହୋଇଯାଇଛି। ଦେହ ଫୁଙ୍ଗୁଳା। ଘର ଭିତରେ କେହି ନାହାନ୍ତି, ତଥାପି ତାକୁ କେମିତି ଲାଜ ଲାଜ ଲାଗିଲା। ସେ ଧଡ଼ପଡ଼ ହୋଇ ଉଠି ବସି ଲୁଗା ସଜାଡ଼ିଲା। ଆରେ ଏ କ'ଣ–ଆଖିରୁ ତା'ର ଲୁହ ବହି ଆସୁଛି। ଧାର ଧାର ଲୁହ। ଓଃ ସେ ତେବେ କାନ୍ଦୁଥିଲା। ସପନରେ କାନ୍ଦୁଥିଲା। କାହିଁକି କାନ୍ଦୁଥିଲା? କାହାଲାଗି କାନ୍ଦୁଥିଲା? କିଏ ସେ ସପନପୁରୀର ଦେବତା। ଯିଏ ଆସି ସଦା ହାସ୍ୟମୟା ସାଗରୀକା ଆଖିରେ ପ୍ରଶାନ୍ତ ମହାସାଗରର ଅଶ୍ରୁରାଶି ଭରି ଦେଇଗଲା। ଏଡ଼େ ନିଷ୍ଠୁର, କିଏ ସେ? ବାହାରେ ଦ୍ୱିପ୍ରହରର ଖରା ମଉଳି ଆସୁଛି। ସୁନା ରଙ୍ଗର ସୂର୍ଯ୍ୟ କିରଣ ଝରକା ବାଟ ଦେଇ ପଡ଼ୁଛି, ସାଗରୀକା ଖୋଲା ଦେହ ଉପରେ। ଗୋରା ତକ୍ ତକ୍ ଦେହ ଉପରେ ମଉଳା ଦ୍ୱିପ୍ରହରର ସୁ ଉଦାସିଆ ଖରା ଘୂରି ବୁଲୁଛି। କ'ଣ ଖୋଜୁଛି ସେ ଦେହରୁ। ସାଗରୀକା ତା' ଦେହକୁ ଚାହିଁଲା। ନିଜର ରୂପରେ ଦିନେ ସେ ମୁଗ୍ଧ ହେଉଥିଲା। ତା'ର ସୌନ୍ଦର୍ଯ୍ୟରେ ବିହ୍ୱଳ ହୋଇ ସେ ଘଣ୍ଟା ଘଣ୍ଟା ଧରି ଭାବମଗ୍ନ ହୋଇ ବସେ। ସେଇ ଦେହ, ତା'ର କେତେ ପ୍ରିୟ, କେତେ ଆପଣାର। କେତେ ସ୍ମୃତି ଆଉ ସୁରଭିତ ସ୍ପର୍ଶ ତା'ର ଦେହରେ। ସେ ମୁଗ୍ଧ ହେଲା। ତଥାପି ଅମାନିଆ ଆଖିରୁ ଲୁହର ଝରଣା ଛୁଟିଛି। ସେ ତା' ଲୁଗା କାନିରେ ଆଖି ପୋଛିଲା। ଆଲଣାରୁ ବ୍ଲାଉଜଟି ଆଣି ପିନ୍ଧିଲା। ଭାବିଲା–ଟିକିଏ ବାହାରକୁ ଯିବ। ଘେରାଏ ବୁଲି ଆସିବ। ସବୁ ଦୁଃଖ, ଅଶ୍ରୁ ଆଉ ବ୍ୟଥା ପାସୋର ହୋଇଯିବ। କିନ୍ତୁ ଆଜିକୁ ତ ଅନେକ ଦିନ ହେଲା ତାରି ଜୀବନରେ ବ୍ୟଥା ନଥିଲା; ଆଖିରେ ଅଶ୍ରୁ ନଥିଲା, ମନରେ ଦୁଃଖ ନଥିଲା। କିନ୍ତୁ ହଠାତ୍ କ'ଣ ଏପରି ଘଟିଗଲା। କାହିଁକି ଅନେକ ଦିନ ପରେ ତା'ର। ଜୀବନରେ ପୁଣି ଏମିତି ପରିବର୍ତ୍ତନ। ସେ କିଛି ଭାବିପାରୁ ନଥିଲା। କେବଳ ଧାର ଧାର ଲୁହ ତା' ଆଖିରୁ ବୋହି ଆସୁଥିଲା। ଚିକ୍କଣ ଚଟୁଳ ଗାଲ ଉପରେ ମୁକ୍ତାଧାର ପରି ଅଶ୍ରୁ ଝରି ଆସୁଥିଲା। ତାକୁ ଆଜି ଭଲ ଲାଗୁଥିଲା କାନ୍ଦିବାକୁ, ଲୁହ ଢାଳିବାକୁ।